' ଚକ୍ଷୁ ମୁଦ୍ରିତ ଚୈତନ୍ୟ ଚିତ୍ତବୃତ୍ତି ମାଇଲ୍ ମାଇଲ୍ ଧରି ବହୁ ପଥ ଆଗକୁ ଲମ୍ବିଛି ବହୁ ପଥ... ନେତ୍ରୀର ନେତ୍ର ଯେତିକି ଦେଖିଛି, ତାହାଠାରୁ ପ୍ରସାରିତ ବହୁ ପଥ-ବିଶ୍ୱାସର ପଥ। ଭାରତବର୍ଷ କନ୍ନଟପ୍ରେସ୍ରୁ ସାଉଥ୍ ଏକ୍ସଟେନସନ୍…. ଟୁରିଷ୍ଟ ବସରେ ଯନ୍ତର ମନ୍ତର ରୋଡ଼ରୁ "ହା ରାମ" ଗାନ୍ଧିଘାଟ ଯାଏ–ଲାଲ୍ କିଲ୍ଲା... ପାଖେ ପାଖେ ଶାନ୍ତିବନ-ଶାସ୍ତ୍ରୀ ସମାଧି-ମୌଲନା ଆଜାଦ୍ କବର। ମଣ୍ଡି ହାଉସ୍ ଆଗରେ ସାହିତ୍ୟ ସାଧକଙ୍କର ମେଳା-ଏକାଡ଼େମୀର ଉତ୍ସବ। ପାଖରେ ଟେଲିଭିଜନ୍ ପାଇଁ ଆଗନ୍ତୁକ ଶିଳ୍ପୀଙ୍କର ତାଲିମ୍ କ୍ଳାସ୍। ସବୁ ସୁନ୍ଦର, ସବୁ ଅଭିରାମ। ନର୍ବାଚନ ସମୟ, ଓଡ଼ିଶାରେ ଭୋଟ ଗଣତି। ଦିଲ୍ଲୀ ସହର ଉନ୍ମୁଖ... କୋଣାର୍କ, ଜଗନ୍ନାଥ ଦେଶର ସାଧୁ ସନ୍ଥ, ଧର୍ମଜ୍ଞ ଭୋଟ ଦେଉଛନ୍ତି। ମୂର୍ଖ ଆଦିବାସୀ ବନଜୀବିଗଣ ବୁଥ୍ ଆଗରେ ଛିଡ଼ା। ବସିଥିଲି ଅରବିନ୍ଦ ଦାସଙ୍କର ଟେଲିଭଜନ ସେଟ୍ ଆଗରେ। ସନ୍ଧ୍ୟା ନଇଁଆସିଛି। ନିସ୍ତବ୍ଧ ଫ୍ଲାଟ୍। ମନେହେଉଥାଏ ଗୋଟାଏ ଶତାବ୍ଦୀର ଯୁଗପୁରୁଷ କର ଲେଉଟାଉଛି। ପଖରେ ଅରବିନ୍ଦ, ସ୍ତ୍ରୀ କାନ୍ତି, ମୁଁ ଓ ମୋର ସହଧର୍ମିଣୀ ବୀଣା.. ସୁନ୍ଦରୀ ଯୁବତି ହସି ହସି ଦେଖାଇଦେଉଥାନ୍ତି–ଏ ଦଳ ଏତିକି ପାଇଲା। କ୍ଷମା କରିବେ, ହଠାତ୍ ଓଡ଼ିଶାରୁ ଗୋଟାଏ ଫ୍ଲାସ୍ ଆସିଲା। ମୋଟ ହେଲା ଷାଠିଏ। ଟ୍ରେଲ୍ କରୁଛି ଅନ୍ୟ ଦଳ। ଦେଖୁଥାଏ। ଗୋଟାଏ ନେତ୍ର ଥାଏ ବକ୍ଷବାସ ସଜାଡ଼ି ଘୋଷଣା କରୁଥିବା ଲବଣ୍ୟିକା ରମଣୀକୁ, ଅନ୍ୟ ନେତ୍ର ଥାଏ ଜଗନ୍ନାଥ ଧାମର ସିଂହଦ୍ଵାର ପରିସର ଉପରେ। ଷାଠିଏ ହଜାର ଜନତାର ଉଚ୍ଛ୍ଵସିତ ରୋଳ…. ପଟ୍ଟନାୟକ, ତମେ ଆସ, ତମେ ଗାଦିକୁ ଆସ; ଗୋଟାଏ ପରିବର୍ତ୍ତନ ଆମେ ଚାହୁଁ। ତମେ କଅଣ ଚାଉଳ ଦର କମେଇ ପାରିବନି? ତମେ କଅଣ ଲଙ୍ଗଳା ଯୁବତୀକୁ ଶାଢ଼ିଟାଏ ଦେଇପାରିବନି? ତମେ କଅଣ ପନ୍ଦର ଦିନର ଟାଆଁସା ଫରୁ-ଫୁରୁ କେଶ ଉପରେ ଲଗାଇବାକୁ ନଡ଼ିଆତେଲ ଟିକିଏ ଦେଇ ପାରିବନି? ତମେ ଉତ୍ତର ନ ଦେଲେ ବି ଆମେ ଜାଣୁ ତମେ ପାରିବ। ରଥଯାତ୍ରାର ଦୃଶ୍ୟ… ବିଜୟୀ ବୀର.. ଫ୍ଲାସ୍…. ପୁରୀରେ ଗାଈ ବାଛୁରୀ ବିଜୟ…. ସ୍ଥିତପ୍ରଜ୍ଞ ଭଳି ବସିରହିଥିଲି। ପିଲାଦିନେ ବହୁ ରଙ୍ଗ ତାମସା ଦେଖିଛି। ଓଡ଼ିଶାର ଲୋକ-ସଂସ୍କୃତିର ଏଗୁଡ଼ାକ ମଜ୍ଜାଗତ କଥା। ଏ ବୟସରେ ବି ତାମସା ଦେଖା ମୋର ଶେଷ ହୋଇନି… ସ୍ତ୍ରୀ ବାଜି ରଖିଥିଲେ ବାଛୁରୀ ଉପରେ… ସେ ଡେଇଁପଡ଼ିଲେ। ଅରବିନ୍ଦ ସୁପ୍ରିମ୍ କୋର୍ଟର ଜବାବସୁଆଲକାରୀ ବାରିଷ୍ଟର। ସେ ତ ଗମ୍ଭୀର ରହିବାର କଥା, ରହିଥିଲେ। ଷାଠିଏ ଖସିଲାଣି। ସତୁରୀବେଳକୁ ଥିବ କି ନାହିଁ। ଏ ବୟସରେ କଅଣ ବିଚାର ବିମର୍ଷକୁ ବଦଳାଇବି? ଅର୍ଦ୍ଧ ଲକ୍ଷ ଲୋକ ଡାକୁଥିଲେ ଜିନ୍ଦାବାଦ। ତମେ ଆମର ନେତା….. ଆଉ ଦୁଇଟା ରାତ୍ରି ପ୍ରଭାତିବା ପରେ ଏ କଅଣ ଘଟିଲା? କି ମ୍ୟାଜିକ୍ ଏ? ଲୋକ-ଚରିତ୍ର ବଦଳେ; କିନ୍ତୁ ସମଷ୍ଟି ବି ବଦଳିଗଲା? ଟେଲିଭିଜନରେ ରୂପସୀ ମହିଳାର କଣ୍ଠ ଓ ଚକ୍ଷୁପତାର ନର୍ତ୍ତନ ଶୁଣିଲ, ଦେଖିଲି। ସକାଳେ ଧ୍ୟାନ କରି ଆସିଥିଲି ରାଜଘାଟରେ। 'ହାରାମ'ର ଚେକା ଚେକା ସୁବିସ୍ତୃତ ନୀଳ ଦୁର୍ବାଦଳ ତରଙ୍ଗ ଉପରେ ଆକାଶର ପ୍ରତିବିମ୍ବ ଦେଖିଥିଲି। କହିଲି–ବାପୁ, ତୁମର 'ହା'ଟା ହିଁ ସତ୍ୟ ରହିଗଲା। ରାମର ଅଭିରାମ କୈବଲ୍ୟରେ ତୁମେ ମୁକ୍ତ-ପୁରୁଷ ମୁକ୍ତି ପାଇଗଲ। ଆମପାଇଁ ରଖିଗଲ କେବଳ ହା-ହତାଶାର ସ୍ୱର। କି ସ୍ଵପ୍ନ ତୁମେ ନ ଦେଖିଥିଲ? ଆଜି ହୋଇଛି କଅଣ? ତିନି ରାତି ଟେଲିଭିଜନରେ ପଡ଼ିବା, ଉଠିବା, ବିଜୟ, ପରାଜୟ, କାବିନେଟ୍ ଗଠନ, ମନ୍ତ୍ରୀ ଉପମନ୍ତ୍ରୀର ତାଲିକା, ପ୍ରାପ୍ତି ଅପ୍ରାପ୍ତିରେ ଆଡ଼-ରୁଷା, ଅଭିମାନ, କୃଷ୍ଣଙ୍କପାଖେ ଲଳିତାଙ୍କ ଅଳି, ନିୟମକରି ଗୋଡ଼ ହାତ ଧରିବା ସବୁ ଦେଖିଲି। ଦେଶରେ ଗୋଟାଏ ଶାସନର ଷଷ୍ଠୀଘର ଉତ୍ସବ। ଦିଲ୍ଲୀରୁ ଆସି ଉତ୍କଳ ଏକ୍ସପ୍ରେସ୍ ତାଳବଣିଆ ଛୁଇଁଲା। ଏବେ ବି ଝାଉଁଗଛଗୁଡ଼ାକ ଛିଡ଼ା ହୋଇଛି। ଲକ୍ଷେ ଟଙ୍କା ବ୍ୟୟରେ ଏଇଠି ସଭାମଣ୍ଡପ ନିର୍ମିତ ହୋଇଥିଲା। ଚିହ୍ନା କୁଲୀ, ତେଲେଙ୍ଗା ଶ୍ରମଜୀବୀ ପଚାରିଲା–ବାବୁ, ଦିଲ୍ଲୀରୁ ଫେରିଲେ? ସ୍ତ୍ରୀଙ୍କର ଗର୍ବୋନ୍ନତ ଚାହାଣି… କିରେ ପାନ୍ତଲୁ କଅଣ ବାଛୁରୀ ପାଇଲା ତ? ଭୋଟ କାହାକୁ ଦେଲ? ତମ ରାଜ୍ୟ ତ ପେଣ୍ଟ୍କଟା, ଯାହାକୁ ଦେବ ସେଥିରେ ଆଉ ଭେଦନାହିଁ। କହ, କହ– ପାନ୍ତଲୁ ହୋଲ୍ଡ଼ ଆଖିଟା ଉଠାଉ ଉଠାଉ କହିଲା–ଆଗ ରାତିରେ ଲଙ୍ଗଳ ଉପରେ ସମସ୍ତଙ୍କ ମୁଠା ଥିଲା, ସେଇଥିରେ ଚଷିଯାଇଥାନ୍ତୁ। ହେଲେ ଗୋଟାଏ ରାତି ଭିତରେ ଗାଈ ଲାଞ୍ଜ ଦେଖାଇଲା; ପହ୍ନାରେ ପହ୍ନାଏ କ୍ଷୀର…